ଆଉ ନ ପାଇ ବିରକ୍ତ ହେଉଥିବେ। ବାପାଙ୍କର ଏହି ବିରକ୍ତିକୁ ଦ୍ଵିଗୁଣ କରି ଭାଇ ଦାନ୍ତରଗଡ଼ି କହୁଥିବେ ଯେ, ବୁଢ଼ାଟିଏ ହେଲାଯାଏ ବି ତାର ଆଉ ଦାୟିତ୍ଵଜ୍ଞାନ ମୋଟେ ଆସିଲା ନାହିଁ। କିନ୍ତୁ ନୂଆବୋଉ ନିଶ୍ଚୟ ଭାବୁଥିବେ ଯେ, ତାଙ୍କର ଏ ଖିଆଲୀ ଦିଅରଟି ନିଶ୍ଚୟ ନିଜକୁ ହସଖୁସିରୁ ପୃଥକ୍ କରି, କିଛି ବହି ପଢ଼ା ପାଇଁ ତା'ର ନିର୍ଜନ ପଢ଼ାଘରେ ବସିଥିବ। ଆଜି, ଏଇ ମୁହୂର୍ତ୍ତରେ ସେ ସମସ୍ତଙ୍କୁ ଫାଙ୍କି ମାରିଚି। ସେ ବହି ପଢ଼ିନାହିଁ କି କୌଣସି କାମ ମଧ୍ୟ କରୁନାହିଁ। କେବଳ ଅନାବଶ୍ୟକ ଭାବେ ଏପାଖ ସେପାଖ ହଉଚି, ଯାହାର କି ମୂଲ୍ୟ ମୋଟେ ନାହିଁ। ଏମିତି ସ୍ଵଭାବକୁ ସେ କେବେ ପ୍ରଶ୍ରୟ ଦେଇନାହିଁ। ପିଲାଦିନୁ ସେ ପୁସ୍ତକ କୀଟ। କାହିଁକି ହୋଇ ପାରିଲା, ତା'ର କାରଣ ଆଜି ବି ଖୋଜି ପାଏନା। ମାଟ୍ରିକ୍ୟୁଲେସନ୍‌ରେ ସେ ମେଧାବୀ ଛାତ୍ର ଥିଲା। ସେଇ ସୁଖ୍ୟାତିର ପ୍ରଭାବ ଏବଂ ଅଜଣା ଏକ ଅନୁରାଗ ତାକୁ ଅତ୍ୟଧିକ ପଠନପ୍ରିୟ କରି ତୋଳିଲା। କଲେଜ ଜୀବନରେ ସେ ଥିଲା ଆଦର୍ଶ ଛାତ୍ର ପାଠ ପଢ଼ିବା ଛଡ଼ା ଅବସର ସମୟରେ ନାନାରକମର ବହି ପଢ଼ିବା ଥିଲା ତାର ଅନ୍ୟତମ ନିଶା। ତା' ଛଡ଼ା ଆଉ ସେ କିଛି ଜାଣେ ନା। କଲେଜ ଯିବା, ଫେରିଲେ ଘରେ ବସି ରହି ପଢ଼ିବା,ଏହାଛଡ଼ା ଆଉ ତାର କିଛି କାମ ନ ଥିଲା। ଆଉ କେହି ବନ୍ଧୁ ବି ନ ଥିଲେ। ଅତି ଅଦ୍ଭୁତ ଧରଣର ପିଲା ଥିଲା। ଆଜି ଅନେକଗୁଡ଼ାଏ ଭଲ ବହି ଉପହାର ମିଳିଥିଲା। ତାକୁ ପଢ଼ିବା ପାଇଁ ଯଦିଓ ସେ ଖୁବ୍ ଆଗ୍ରହାନ୍ୱିତ ହୋଇ ପଡ଼ିଥିଲା, ତଥାପି ସେ ତାକୁ ପଢ଼ିବାରେ ତତ୍ପର ହୋଇ ପାରିଲା ନାହିଁ। ସବୁ ଛାଡ଼ି ଦେଇ ସେ କୋଠା ଉପରକୁ ଚାଲିଆସିଲା। ଏଠି ନିର୍ଜନରେ ଠିଆ ହୋଇ ରହି, ନବବିବାହିତା ସ୍ତ୍ରୀର କଥା ଭାବିବାକୁ ଖୁବ୍ ଭଲ ଲାଗୁଚି। ଆଉ ଭାବିଲାବେଳେ ଦେହରେ ଗୋଟେ କମ୍ପନ ବି ଆସୁଚି। ଜୀବନରେ ସେ ମୋଟେ ଝିଅମାନଙ୍କର ସଂସ୍ପର୍ଶରେ ଆସି ପାରିନାହିଁ ବୋଲି ବୋଧହୁଏ, ଆଜି ପ୍ରଥମ କରି ତା' ଜୀବନରେ ପ୍ରଥମ ନାରୀର ଭାବନା। ତାକୁ ଏତେ ସୁଖ, ଏତେ ପୁଲକ, ମିଠା ମିଠା ଏତେ କମ୍ପନ, ଅଭିନନ୍ଦନ ଜଣାଉଛି। ନବେନ୍ଦୁ ଆକାଶକୁ ଚାହିଁ ରହିଲା ,ଖୁନ୍ଦି ହୋଇ ରହିଛି ଜ୍ୟୋତ୍ସ୍ନା! ଜ୍ୟୋତ୍ସ୍ନା ତା'ର ସ୍ତ୍ରୀର ନାମ ଯେ ଜ୍ୟୋତ୍ସ୍ନା ,କି ଚମତ୍କାର ସାମ୍ୟ? ଜ୍ୟୋତ୍ସ୍ନା ଏମିତି ଗୋରା, ଉଜ୍ଜ୍ୱଳ, ଏତେ ସୁନ୍ଦର? ପକେଟରୁ ଫଟୋଟିଏ କାଢ଼ି ସେ ଦୁଇ ହାତର ଆଞ୍ଜୁଳାରେ ତୋଳି ଧରିଲା। ଏଇ ତ ଜ୍ୟୋତ୍ସ୍ନା! ସତର ଅଠର ବର୍ଷର ଝିଅଟିଏ। ଅଳ୍ପ ଡେଙ୍ଗା, ଅଳ୍ପ ପାତଳ, କପାଳରେ ସରୁ କୁଙ୍କୁମର ଟୀକା। ବେଣୀ ଦୁଇଟି ପିଠିରେ ଲୋଟିପଡ଼ିଚି। ସରଳ, ପ୍ରାନ୍ତବନ ଚେହେରା ଆଜି କ'ଣ ତାକୁ ଏଇ ବେଶରେ ଭେଟିବ? ଆଜି ସେ ଉଦ୍ଦେଶ୍ୟମୂଳକ ଭାବେ ବେଶ୍ ସଜ ହୋଇଥିବ। କପାଳରେ ଟିପି ଟିପି ଲବଙ୍ଗମରା ଚନ୍ଦନଟିପା, ମଝିରେ ବିନ୍ଦୁ ବିନ୍ଦୁ ସିନ୍ଦୂର, କେଶରେ ସିନ୍ଥି, ଦେହରେ ପ୍ରଚୁର୍ନ ପ୍ରଚୁର ସ୍ଵର୍ଣ୍ଣାଭରଣ। ଶୁଭ୍ର ଦୁକୁଳର ଅବଗୁଣ୍ଠନ ଟାଣି, ବାସକ ଶଯ୍ୟାରେ ସେ ତାକୁ ପ୍ରତୀକ୍ଷା କରିଥିବ। ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ସେ ଗ୍ରହଣ କରିଥିଲା, କୂଳଦୀପ ଛୁଇଁ ତାକୁ ସେ ପ୍ରେମ ବନ୍ଧନରେ ବାନ୍ଧି ରଖିବାକୁ ଶପଥ ନେବ। ସେ ହେବ ତାର ପ୍ରିୟା, ପତ୍ନୀ, ସବୁ। ଦେହ ଓ ମନର ଅଧିକାରିଣୀ। ଦୁହେଁ ସଂସାର କରିବେ, ନୀଡ଼ ରଚିବେ। ସେହି ଗତାନୁଗତିକ ପରମ୍ପରା। ବାପା, ବୋଉ, ଦାଦା, ଖୁଡ଼ୀ, ଭାଇ, ଭାଉଜ ଠିକ୍ ସେମିତି, ସେମିତି? ହଁ ତ, ଜ୍ୟୋତ୍ସ୍ନା ତାର ସ୍ତ୍ରୀ ତାକୁ ସେ ନେଇ ବୁଲିଯିବ, ସିନେମା ଯିବ, ରୋଗରେ ସେବା କରିବ, କାମରେ ସାହାଯ୍ୟ କରିବ। ଆଉ ସମସ୍ତଙ୍କ ଜ୍ଞାତସାରରେ ଏକତ୍ର ରାତ୍ରିଯାପନ ବି କରିବ। କେହି କିଛି କହିବେ ନାହିଁ, କହି ପାରିବେ ନାହିଁ। ଜ୍ୟୋତ୍ସ୍ନା ତା'ର ସ୍ତ୍ରୀ! ତା' ଉପରେ ତାର ଷୋଳ ଅଣା ହକ୍, ଷୋଳ ଅଣା! ନବେନ୍ଦୁ ମନରେ କେମିତି ଏକ ଗର୍ବ ଆସି ତାର ମନକୁ ଯେମିତି ସ୍ଫୀତ କରାଇ ଦେଲା। ତାର ମନେହେଲା ସେ ଗଡ଼ ଜିଣିଚି। ଜୀବନର ଚଲାବାଟରେ ଚାଲିଯିବାକୁ ମିଳିଯାଉଚି ବହୁତ ପ୍ରେରଣା, ବହୁତ ସମ୍ବଳ। ସେ ଆଉ ଏକାକୀ ନୁହେଁ! ତାର ସ୍ତ୍ରୀ ଅଛି! ଅଛି ରୂପ ଯୌବନ। ନବେନ୍ଦୁର ମନେହେଲା ହଠାତ୍, ଏ ପୃଥିବୀ ଖୁବ୍ ସୁନ୍ଦର। ଏ ଆକାଶ ଖୁବ୍ ନୀଳ!